ମାନେ? ସ୍ଥିର ଭାବରେ ସେହି ଚଟାଣକୁ ଲକ୍ଷ୍ୟ କରି କହିଲେ-ଘଟଣାଟି ଯେ କଣ ହୋଇପାରେ, ମୁଁ ବି ଏ ପର୍ଯ୍ୟନ୍ତ ସ୍ଥିର କରି ପାରି ନାହିଁ। କେଉଁ ଘଟଣା? ଆପଣଙ୍କର ପ୍ରବେଶ କରିବାର ଠିକ୍ କିଛି ସେକେଣ୍ଡ ଆଗରୁ ମୁଁ ଏହି ଚଟାଣରେ ନିରୁପାୟ ଅବସ୍ଥାରେ ପଡ଼ିବାର କିଛି ସମୟ ପରେ ମୋର ଯେମିତି ଧାରଣା ହେଲା, ମୁଁ ଆସ୍ତେ ଆସ୍ତେ ଦୋହଲିବାରେ ଲାଗିଛି। ଯେମିତି ଭୂମିକମ୍ପର ପ୍ରାରମ୍ବିକ ଅବସ୍ଥାରେ ଆସ୍ତେ ଆସ୍ତେ ଭୂମି ଦୋହଲି ଦୋହଲି ପ୍ରଖର କମ୍ପନର ସମ୍ମୁଖୀନ ହୁଏ, ଠିକ୍ ସେହିଭଳି। ମାନେ ତୁମେ କହିବାକୁ ଚାହଁ, ଏହି କୋଠରିରେ କିଛି ସମୟ ପୂର୍ବରୁ ଭୂମିକମ୍ପର ସୃଷ୍ଟି ହୋଇଥିଲା? କିନ୍ତୁ ତାହା ଯେମିତି ଅପ୍ରତ୍ୟାଶିତ ଭାବରେ ଆରମ୍ବ ହୋଇ ଯାଇଥିଲା, ଠିକ୍ ସେହିଭଳି ଭାବରେ ପ୍ରଶମିତ ମଧ୍ୟ ହୋଇଥିଲା। ଏସ୍. ପି. ଙ୍କ ମୁଖମଣ୍ଡଳର ରେଖାଗୁଡ଼ିକ କୁଞ୍ଚିତ ହୋଇ ଆସୁଥିଲା। ସେ ନିର୍ନିମେଷ ନୟନରେ ଶତ୍ରୁଜିତଙ୍କୁ ଅନାଇ ରହିଥିଲେ। ତାଙ୍କ କଥାରେ ଏସ୍. ପି. ଙ୍କର ଦୃଢ଼ବିଶ୍ୱାସ ଥିଲା; ଅଥଚ ଏ ଭଳି କମ୍ପନ ଏଠାରେ ହୋଇଗଲା, ସେ ତାହା ଜାଣିପାରିଲେ ନାହିଁ। ଏ ଅଞ୍ଚଳ ସାଧାରଣତଃ ଭୂମିକମ୍ପ ରେଖା ଭିତରେ ଅବସ୍ଥିତ ନୁହେଁ। ଆଉ ଶତ୍ରୁଜିତଙ୍କ ବର୍ଣ୍ଣନା ଅନୁସାରେ ଯେଉଁଭଳି ଭୂମି ଦୋଳନର କଥା ସେ ଶୁଣିଲେ, ଗାଡ଼ିରେ ଆସୁଥିଲେ ବି ସେ ନିଶ୍ଚିତ ଭାବରେ କିଛି ଜାଣିପାରି ଥାଆନ୍ତି। କାହିଁ, ସେ ଭଳି ଅନୁଭୂତି ଯେ ଏହି କେଇ ମୁହୂର୍ତ୍ତ ପୂର୍ବରୁ ତାଙ୍କର ହୋଇଛି-ସେ ଭାବିପାରୁ ନ ଥିଲେ। ହୁଏ ତ ଏ କଥା ବି ହୋଇପାରେ, ସେତେବେଳେ ତାଙ୍କର ଧ୍ୟାନ ପୂରା ମାତ୍ରାରେ ଏହି କୋଠରି ବିଷୟରେ ଆକର୍ଷିତ ହୋଇଥିବାରୁ ଅନ୍ୟ କୌଣସି ବିଷୟ ପ୍ରତି ହୁଏତ ତାଙ୍କର ଧ୍ୟାନ ଆସି ନାହିଁ। ଏସ୍. ପି. ଙ୍କ ମନର ଭାବ ଶତ୍ରୁଜିତଙ୍କ ନିକଟରେ ଦୁର୍ବୋଧ୍ୟ ହେଲା ନାହିଁ। ସେ ଚିନ୍ତାପୂର୍ଣ୍ଣ ଭାବରେ କହିଲେ-ମୁଁ କିନ୍ତୁ ଏହାକୁ ସାଧାରଣ ଭୂକମ୍ପନ ବୋଲି ଭାବିପାରୁ ନାହିଁ ସାର୍। କାରଣ ତାହା ଯେଉଁଭଳି ଏଠାରେ ଅନୁଭୂତ ହେଉଥିଲା, ଅନ୍ୟ ଆଡ଼େ ଯଦି ସେହିଭଳି ଭାବରେ କମ୍ପନ ସୃଷ୍ଟି ହୋଇଥାଆନ୍ତା, ତା ହେଲେ ଯେ କୌଣସି ଲୋକ ଯେଉଁଭଳି ଭାବରେ ଥିଲେ ମଧ୍ୟ ସହଜରେ ଏ ବିଷୟରେ ଧାରଣା କରି ପାରିଥାଆନ୍ତା। ଆଉ ଆପଣ ଯେଉଁ ଜିପରେ ଆସିଲେ, ସେଥିରେ ଆପଣ ବି ସେହି କମ୍ପନ ଅନୁଭବର ସୁଯୋଗ ପାଇଥାଆନ୍ତେ। ତା ବ୍ୟତୀତ.. ଶତ୍ରୁଜିତ ଅଟକିଲେ। ତା ବ୍ୟତୀତ ମୋର ଯେତେଦୂର ମନେହେଲା, ଆପଣଙ୍କ ଗାଡ଼ି। ଯେଉଁ ମୁହୂର୍ତ୍ତରେ ଏହି ଅଟ୍ଟାଳିକା ସମ୍ମୁଖରେ ବ୍ରୋକ୍ କଲା, ସେହି ମୁହୂର୍ତ୍ତରେ ସେହି କମ୍ପନ ଯେମିତି ଅପ୍ରତ୍ୟାଶିତ ଭାବରେ ସ୍ଥିର ହୋଇଗଲା। ମାନେ, ତୁମେ କହିବାକୁ ଚାହୁଁଛ ହଁ, ସାର; ମୋର ଉଦ୍ଦେଶ୍ୟ ଠିକ୍ କାହାରି ଆସିବାର ଶବ୍ଦ ଜାଣିବା ପରେ ପରେ ଏହି କମ୍ପନ ଅପ୍ରତ୍ୟାଶିତ ଭାବରେ ବନ୍ଦ ହୋଇଗଲା। ଏସ୍. ପି. କିଛି ସମୟ ନିର୍ବୋଧଙ୍କ ଭଳି ଶତ୍ରୁଜିତଙ୍କୁ ଅନେଇ ରହିଲେ। ପ୍ରକୃତରେ ଯଦି ତୁମ କଥାରେ କୌଣସି ବ୍ୟତିକ୍ରମ ନ ଥାଏ, ତା ହେଲେ ଏହା ସମ୍ବବ କେମିତି? ସେହି ପ୍ରଶ୍ନବାଚୀ ଶତ୍ରୁଜିତଙ୍କ ମସ୍ତିଷ୍କ ବିଭ୍ରାନ୍ତ ହେଉଥିଲା। ତାଙ୍କର ଅସହାୟ ଦୃଷ୍ଟି ବାରମ୍ବାର ଚଟାଣ ଉପରେ ନିବଦ୍ଧ ହେଉଥିଲା। ଏସ୍. ପି. ସେହି ସ୍ଥାନ ବୁଟ୍ ଦ୍ୱାରା ପରୀକ୍ଷା କରିବା ପାଇଁ ଚାଲି ଆସିଲେ। କ୍ଷିପ୍ର ବେଗରେ ଶତ୍ରୁଜିତ ସେହି ଆଡ଼କୁ ଦୌଡ଼ିଗଲେ ଯେଉଁଠାରେ